ଦିନେ ଖରାବେଳେ ମୋତି କଟକ ବସର ଦାଣ୍ଡଘରେ ଗୋଡ଼ ଲମ୍ବେଇ ବସି ଅତୀତ କଥା ଭାବୁଚି–ହଠାତ୍ ରାସ୍ତା ଉପରେ ଗୋଟାଏ ଗୋଳମାଳ ହେଲା। ଚମ୍ପାଫୁଲ ପରି ରଙ୍ଗ, ଚଉଦ କି ପନ୍ଦର ବର୍ଷର ପିଲାଟିଏ। ସାଇକଲ ଚଢ଼ି ରସ୍ତାଉପରେ ଚାଲି ଯାଉଥିଲାବେଳେ ପାଖରେ ଖେଳୁଥିବା ପାଞ୍ଚ ଛ ବର୍ଷର ପିଲା ଉପରେ ଗାଡ଼ିଟା ଟିକେ ନାଗିଛି କି ନାହିଁ; ଛୁଆଟି ଭୟରେ କାନ୍ଦି ପକାଇଲା। ପଡ଼ା ଲୋକ ପିଲାଟି ଉଠଉଁ ସାଇକଲ ଛଡ଼େଇ ତାକୁ ଘେରି ଗଲେ। ଜଣେ ଠୋ କରି ଚାପୁଡ଼ା ଚଢ଼େଇ ଦେଲା ପିଲାଟି ଗାଲରେ। ସେ କାନ୍ଦି କାନ୍ଦି ଆସିଲାବେଳକୁ ମୋତି ତାକୁ କୋଳରେ ପୂରେଇ ବସାକୁ ତାଙ୍କର ଘେନି ଆଇଲା। ପିଲାଟି ଚାଲିଗଲା ପରେ ମୋତିର ଆଉ କୌଣସି କାମରେ ମନ ଲାଗିଲା ନାହିଁ। ବହୁ କଷ୍ଟରେ ହଜିବା ଜିନିଷ ପାଇ ତାକୁ ପୁଣି ହରେଇଲେ, ମନ ଯେମିତି କଷ୍ଟ ହୁଏ; ମୋତି ସେହିପରି ଅନୁଭବ କଲା। ସେହିଦିନଠୁ ପ୍ରତିଦିନ ଖରାବେଳଟାଯାକ ସେଇଠି ଚାହିଁରହେ ସତେ ଯେପରି ସେ ନିତି ସେ ବାଟେ ଯାଏ। ଆଉ ଦିନେ ପିଲାଟି ସେହିବାଟେ ଚାଲି ଚାଲି ଯାଉଚି। ମୋତି ଗୁଡ଼ିଆ ଦୋକାନରୁ ବାବୁଙ୍କ ପାଇଁ ଜଳଖିଆ ଆଣିବାକୁ ଯାଇଥିଲା। କୋଟିନିଧି ପାଇଲା ପରି ସବୁ ଛାଡ଼ିଦେଇ ପିଲାଟିକି ଯାଇଁ ଝଟ୍ ଧରି ପକାଇଲା। ନିଜର ପରିଚୟ ନ ଦେଇଥିଲେ ମଧ୍ୟ ପିଲାଟିର ପରିଚୟ ମୋତି ଆ' ଭିତରେ ନେଇ ସାରିଚି। ସେ ତା ସେ ନିଶ୍ଚୟ କରି ଜାଣିଚି, ସେଇ ତାର ବନମାଳି। ତା ଠୁଁ ବୁଝି, ରଖିଛି ସେ କଚେରି ପାଖ ହାଇସ୍କୁଲରେ ପଢ଼େ। ତାର ବାପ ନାହିଁ, ମା ନାହିଁ। ଆଉ ସମସ୍ତେ ଅଛନ୍ତି–ତା ନାଁ ବନମାଳି-। ଦିନର କାମଗୁଡ଼ା ମୋତି ଏଣିକି ଖୁବ୍ ଶୀଘ୍ର ସାରି ଦଉଚି। ଦଶଗୁଣ ବଳ ଯେମିତି ତା ବାହା ଭିତରେ ବଢ଼ି ଯାଇଛି। କାମ ସାରି ପଚାଶ କି ଷାଠିଏ ଥର ଆସି ଦାଣ୍ଡ ଦୁଆର ମୁହଁରେ ଠିଆ ହୋଇ ବାଟଘାଟକୁ ଅନାଏ–ସେ କାଳେ ଆଉଥିବ। କିନ୍ତୁ ସେ ଭଲ କରି ତା'ଠାରୁ ଜାଣିଚି, କେବଳ ଚାରିଟାବେଳେ ସେ ବୁଲି ବାହାରେ। ଆଶା ବୈତରଣୀ, କାଳେ ଭୋଦୟା ସେ ଏ ବାଟେ ଚାଲିଆସିବ। କେତେ ଇସ୍କୁଲ ପିଲା ତ ଏ ବାଟେ ଯାଆନ୍ତି। ସତକୁସତ ଆଉ ଦିନେ ମୋତି ପୁଣି ସେ ପିଲାକୁ ପାଇଲା। ଏତେ ଅଭିଯୋଗ ମୋତେ ତା ବିରୁଦ୍ଧରେ କଲା ଯେ ଉତ୍ତର ଦେବାକୁ ସେ କୌଣସି ଭାଷା ପାଇଲା ନାହିଁ। ଅଭିଯୋଗର କେନ୍ଦ୍ର ହେଲା–ସେ କାହିଁକି ଟିକେ ନ ଆସେ। କିନ୍ତୁ ବହୁ ଦିନର ଓରମାନ ମୋତି ସେଦିନ ମେଣ୍ଟାଇ ନେଲା। ବନମାଳିଠୁ ପ୍ରତିଶ୍ରୁତି କରାଇ ନେଲା ଯେ ଆଜିଠୁଁ ସେ ତାର 'ମା'। "ମୋତେ ତୁ ବୋଉ ବୋଲି ଡାକିବୁ। " ବନମାଳି ମାନିଲା, ଡାକିଲା–'ବୋଉ। " ରାତି ହେଲେ ଦିନର ଆଲୁଅ ଯେପରି ତାର ସମସ୍ତ ସତ୍ତା ହରାଏ, ଯେତେ ଆଲୁଅ ଜଳିଲେ ବି ଅନ୍ଧାର ଦୂର କରିବା ଖୁବ୍ କଷ୍ଟକର ହୁଏ, ମୋତିର ହେଲା ଠିକ୍ ସେହିପରି। ସାନ ସାନ୍ତାଣିଙ୍କ ଅତ୍ୟାଚାର ବି ତା ଉପରେ କ୍ରମେ ଆରମ୍ଭ ହେଲା। –ମୂଳ କାରଣ, ବାବୁ କଟକରେ ଏ ଥରକ ଅଧିକ ଦିନ ରହିଗଲେ–ଆଉ ରହିବା ଭିତରେ ସ୍ତ୍ରୀଙ୍କୁ ଆଣିବାକୁ ମନ ନ କଲେ କାହିଁକି। ରାତିରେ ଜୁଳୁଜୁଳିଆ ପୋକ ଭଳି ମ ମୋତି ପକ୍ଷରେ ବନମାଳିର ସ୍ମୃତି ହେଲା ଏ ଅନ୍ଧାରରେ ଆଲୁଅ;